'' ''ବାଃ ରେ, ତୁମେ ନ ଥିଲେ ମୁଁ ଏଆଡ଼କୁ ଦୌଡ଼ିଆସିଥାନ୍ତି କାହିଁକି? '' ''ତା ହେଲେ କ'ଣ ତୁମେ କହୁଛ ଯେ ତୁମର ଏହି ଅକସ୍ମାତ୍ପତନ ପାଇଁ ମୁଁ ଦାୟୀ? '' ''ଆଉ ମୋ ପତନ ପାଇଁ ତୁମେ ଦାୟୀ ନୁହଁ, କ'ଣ ମୁଁ ଦାୟୀ? '' ''ବାଃ, ଚାଲି ନ ଜାଣି ରାସ୍ତାର ଦୋଷ। ମୁଁ ତୁମକୁ ରକ୍ଷାକଲି, ପୁଣି ଦୋଷ ମୋର। '' ଦୁଇବନ୍ଧୁଙ୍କର ଏହି କଥୋପକଥନ ଭିତରେ ମେରିନା ପୂରାପୁରି ଆବଦ୍ଧ ଥାଏ ଆଲେସ୍କିଙ୍କର ବାହୁଯୁଗଳ ଭିତରେ। ମେରିନାର ବକ୍ଷ ପୂର୍ବଭଳି ଭିଡ଼ି ରହିଥାଏ ଆଲେସ୍କିଙ୍କର ବକ୍ଷ ସହିତ। ଆଲେସ୍କିଙ୍କର ପ୍ରଖର ଉଷ୍ମ ଶ୍ୱାସ ମେରିନାର ରକ୍ତ-ଗୋଲାପ ନିନ୍ଦୀ କପୋଳ ଉପରେ ଆଘାତ କରୁଥାଏ, ଅବିକଳ କୂଳରେ ପିଟିହୋଇ ଫେରିଯାଉଥିବା ସମୁଦ୍ରର ଅସଂଖ୍ୟ ବୀଚିମାଳା ଭଳି। ତାର କ୍ଷୀଣ କଟିକୁ ଆବେଷ୍ଟନ କରିଥିବା ଆଲେସ୍କିଙ୍କର ବାହୁଯୁଗଳ ଉପରେ ଆହୁରି ଟିକିଏ ଲଦି ହୋଇପଡ଼ି ମେରିନା ଟିକିଏ ମୁରବିତ୍ୱ କରି କହିଲା-''ଛାଡ଼ ସେକଥା, କୁହ ତ ତୁମେ ଏଠାରେ କାହିଁକି ଓ କିପରି? କାହିଁ, ତୁମେ ଘରକୁ ଆସିଛ ବୋଲି ମୋତେ ତ ଟିକିଏ ବି ଜଣାଇନାହଁ? '' ଶାସନ ବ୍ୟଞ୍ଜକ ସ୍ୱରରେ ଏତକ କହି ମେରିନା ଆଲେସ୍କିଙ୍କଠାରୁ କୈଫିୟତ୍ ଦାବି କରି ବସିଲା। ''ତୁମକୁ କ'ଣ ଟିକିଏ ବି ସଂକୋଚ ଲାଗୁନି ମେରିନା? ତୁମେ ଏଭଳି ଅବସ୍ଥାରେ ଥାଇ ମୋଠାରୁ କୈଫିୟତ୍ ତଲବ୍ କରୁଚ? ଇତିମଧ୍ୟରେ ତୁମେ କ'ଣ ସାରା ଦୁନିଆଟାକୁ ଭୁଲିଗଲଣି? ତୁମେ କେଉଁଠି ଓ କେଉଁ ଅବସ୍ଥାରେ ଥାଇ ମୋତେ ପଚାରୁଚ, ହୃଦୟଙ୍ଗମ କରିପାରୁଚ ମେରିନା? ତୁମର ବନ୍ଧୁମାନେ ସେଠାରେ ଠିଆହୋଇ ତୁମର ଏହି ଅଭଦ୍ରାମୀ ଦେଖି କ'ଣ ଭାବୁଥିବେ କୁହ ତ-? ଆଉ ଲୋକେ କ'ଣ ଭାବିବେ ତୁମର ଏ ଅବସ୍ଥା ଦେଖି? '' ଆଲେସ୍କିଙ୍କଠାରୁ ଏଇ କଥା କେତେ ପଦ ଶୁଣି ମେରିନାର ଛାତି ଦାଉଁକିନା ହୋଇଗଲା। ସେ କେଉଁଠି ଠିଆହୋଇ ଆଲେସ୍କିଙ୍କୁ ଏତେ ପଚାରୁଛି; ପ୍ରଥମରୁ ସେଆଡ଼କୁ ଖିଆଲ ନଥିଲେ ହେଁ ଆଲେସ୍କିଙ୍କର ସତର୍କବାଣୀରୁ ସବୁ ମନେପଡ଼ିଗଲା। ଓଃ, ସେ କରୁଛି କ'ଣ-? ତା'ର ବନ୍ଧୁମାନେ ତାକୁ କ'ଣ ଭାବୁଥିବେ ସତେ? ଏହା ଭାବି ମେରିନା ନିଜକୁ ଆଲେସ୍କିଙ୍କ ବାହୁବନ୍ଧନରୁ ମୁକୁଳାଇ ନେଇ ଗୋଟିଏ ସୁକୁମାରୀ ଝିଅଭଳି ଟିକିଏ ଦୂରେଇଯାଇ ଠିଆହେଲା-। ବିଦ୍ୟୁତର ଏକ ଅପୂର୍ବ ଶିହରଣ ଖେଳିଗଲା ତା'ର ଶରୀର ଗୋଟାଯାକ। ବାସ୍ତବିକ୍ ସେ କେଡ଼େ ଅଲାଜୁକୀଟାଏ? ବନ୍ଧୁମାନେ ତାକୁ ସତେ କେତେ କ'ଣ ଭାବୁ ନଥିବେ। ସେ ନିଜର ଏହି କାମପାଇଁ ଲଜ୍ଜାରେ ଏତେ ମ୍ରିୟମାଣ ହୋଇପଡ଼ିଲା ଯେ ବନ୍ଧୁମାନଙ୍କ ଆଡ଼କୁ ଅନାଇବାକୁ ତା'ର ଆଉ ସାହସ ହେଲାନି। ଅଦୂରବର୍ତ୍ତୀ ବନ୍ଧୁମାନେ ମେରିନା ନିକଟକୁ ପାଖେଇ ଆସି ସେମାନଙ୍କ ଉତ୍ତାଳ ହସରେ ସ୍ଥାନଟିକୁ ଆହୁରି କମ୍ପାଇ ଦେଲେ। ଦଳଭିତରୁ ସଙ୍ଗିନୀ ଫ୍ଲୋରା ମେରିନା ନିକଟକୁ ଆହୁରି ପାଖେଇ ଆସି ତାହାକୁ ଲକ୍ଷ୍ୟ କରି ହସି ହସି କହିଲା–ଆମକୁ କ'ଣ ଆଲୋକ ବନ୍ଦ କରିଦେଇ ଷ୍ଟେସନଟିକୁ ଅନ୍ଧାର କରି ଦେବାକୁ ପଡ଼ିବ ମେରିନା? ତୁମେ ସତରେ ପଡ଼ିଯାଉଥିଲ, ନା ବନ୍ଧୁଙ୍କୁ ଦେଖି ପଡ଼ିଯିବାର ଅଭିନୟ କଲ ସଙ୍ଗିନୀ? '' ଚଞ୍ଚଳ କଟାକ୍ଷପାତ କରି ସଙ୍ଗିନୀ ମେରିଆ ପଚାରିଲା, ''ତୁମେ ଆଜି ପଡ଼ିଯିବାର ଅଭିନୟ କରି ନ ଥିଲେ ଆମେ ଏ ଯୁଗଳ ମିଳନର ଦୃଶ୍ୟ ଦେଖି ନ ଥାନ୍ତୁ ଭଉଣି! '' ସଙ୍ଗିନୀମାନଙ୍କର ଏଭଳି କଡ଼ା ମନ୍ତବ୍ୟରେ ମେରିନା ବଡ଼ ସଙ୍କୁଚିତା ହୋଇପଡ଼ିଲା। ମେରିନା